କ୍ରିକେଟ୍ ଗୋଟିଏ ଖେଳ। ଏହାର ଜନ୍ମସ୍ଥାନ ଇଂଲଣ୍ଡରେ। ସେହି ଦେଶର ଅଳସୁଆବର୍ଗ ଏକଦା ପ୍ରାୟ ଗୋଟେସୁଦ୍ଧା ନିଜର ନିବୁଜ ଅଲଗା ସଂସାରଟିଏ ପ୍ରାୟ ପ୍ରୀତ୍ୟର୍ଥ ଏହି ଖେଳଟିକୁ ଫାନ୍ଦି ଆଣିଥିଲେ। ନହେଲେ ଏତେଗୁଡ଼ାଏ ଫୁରୁସତ୍ ସମୟ ସାଧାରଣ ମନୁଷ୍ୟମାନଙ୍କର କେଉଁଠି ରହିଥିଲା ଯେ, ସେମାନେ କ୍ରିକେଟ କ୍ରୀଡ଼ାକୁ ମନକରି ପାରିଥାନ୍ତେ? କାଳ ଯହୁଁ ଯହୁଁ ଆଧୁନିକ ହେଲା, ସମ୍ପନ୍ନତା ବଢ଼ିଲା ଏବଂ ବଡ଼ ବଡ଼ କାମକୁ ଅଳପ ସମୟରେ ସାଧ୍ୟ କରିବା ସମ୍ଭବ ହେଲା ତହୁଁ ତହୁଁ ଆଳସ୍ୟ ପ୍ରାୟ ଏକ ସର୍ବସାଧାରଣ ଫେଶନରେ ପରିଣତ ହୋଇଗଲା। କାଳପୁରୁଷଙ୍କର ଅଶେଷ କରୁଣାରୁ ତାହା ଇଂଲଣ୍ଡର ଜାତୀୟ କ୍ରୀଡ଼ା ରୂପେ ସନମାନ ପାଇଲା। ପୃଥିବୀରେ ଯେଉଁ ସବୁ ଦେଶ ଉପରେ ଇଂଲଣ୍ଡ ନିଜର ସାମ୍ରାଜ୍ୟ ଜମାଇ ରଖିଥିଲା, ସେହିସବୁ ଦେଶର ଅଳସୁଆ ବର୍ଗ କ୍ରି କ୍ରିକେଟ୍କ୍ଲୁ ମାଲିକଙ୍କର ଖେଳ ବୋଲି ନିଜେ ବି ଖେଳିଲେ, ଏପରି କରି କିଛି ଖୁସି ମଧ୍ୟ ଅଲବତ ହେଲେ। ମଉକା ପାଇ ମାଲିକର ଟୋପିକୁ ଦୁଇ ଦଣ୍ଡ ପାଇଁ ଆପଣା ମୁଣ୍ଡରେ ପିନ୍ଧିବାକୁ କୋଉ ଭୃତ୍ୟକୁ ଉଷତ ନ ଲାଗିବ? ଏବଂ ଉପନିବେଶମାନେ ସ୍ୱାଧୀନତା ଲାଭ କରିବା ପରେ କ୍ରିକେଟ ମଧ୍ୟ ସତେ ଅବା ଏକ ଦ୍ୱିଜତ୍ୱ ଲାଭ କଲା। ସବୁ ଦେଶରେ ଯେହେତୁ ଏକ ଅଳସୁଆ ବର୍ଗ ରହିଛନ୍ତି, ଆମର ନୂଆ ପୃଥିବୀଟିରେ କ୍ରମେ ଆଉ ଆଉ ଦେଶମାନେ ମଧ୍ୟ ସରାଗ କରି କ୍ରିକେଟ୍ ଖେଳ ଖେଳି ଶିଖିଲେ ଏବଂ ଏହି ପ୍ରବରମାନଙ୍କୁ ନେଇ ପୃଥିବୀରେ କେତେକ ଅଂଶରେ କ୍ରିକେଟ ଦେଖୁ ଦେଖୁ ପ୍ରାୟ ଏକ ଗୋତ୍ରରେ ପରିଣତ ହୋଇଗଲା। ରାଜକୀୟ ହିସାବରେ କ୍ରିକେଟୀୟ ଜୟଯାତ୍ରାମାନ ଚାଲିଲା। ସେଦିନ ଓଡ଼ିଶାର କୌଣସି ସ୍ଥାନରେ ରାଜଧାନୀରୁ ପଧାରିଥିବା ଜଣେ ନିରବର ବକ୍ତା ରୂପେ ଏକ ସଭାରେ ଭାଷଣ ଦେଉଥିଲେ, ସିଏ ପିଲାମାନଙ୍କୁ ବକ୍ତୃତା ଦେଉଥିଲେ। ମାତୃଭାଷା ପ୍ରତି ଆଦର ରଖିବାକୁ ହେବ ବୋଲି ପିଲାମାନଙ୍କୁ ବୁଝାଇ କହୁଥିଲେ। ନିଜର ଭାବମୂର୍ତ୍ତ କଥାଗୁଡ଼ିକୁ କହି ପାରିବା ଲାଗି ସିଏ ସାମର୍ଥ୍ୟ ପାଇଲେ ନାହିଁକି କଣ କେଜାଣି, ହଠାତ୍ ଉପମାର ଆଶ୍ରୟ ନେଲେ। କହିଲେ ପିଲାମାନେ ତୁମେମାନେ କ୍ରିକେଟ୍ ଖେଳକୁ ଯେଉଁପରି ଭଲ ପାଉଛ, ନିଜର ମାତୃଭାଷାକୁ ମଧ୍ୟ ସେହିପରି ଭଲ ପାଅ। କଥାଟି ଖବରକାଗଜରେ ବାହାରିଥିଲା। ସେଇଟିକୁ ପଢୁଥିବା ସମୟରେ ମୋର ଗଙ୍ଗାଧର ମେହେରଙ୍କ କଥା ମନେପଡ଼ିଲା, ସରସ୍ୱତୀ ଫକୀରମୋହନଙ୍କର କଥା ମଧ୍ୟ ମନେପଡ଼ିଗଲା। ବିଚରା ସେମାନେ ମାତୃଭାଷାର ଉନ୍ନତି ନିମନ୍ତେ କେତେ କଲବଲ ହୋଇ କଥା କେତେ କଥା କହିଛନ୍ତି। ସେତେବେଳେ ଓଡ଼ିଶାକୁ କ୍ରିକେଟ୍ ଖେଳ ଆସିନଥିଲା କି? ବରପାଲି ଏବଂ ବାଲେଶ୍ୱରରେ କ୍ରିକେଟ୍ ଖେଳ ଦେଖିବାର ମହାନ୍ ସୁଯୋଗ ଲାଭ କରିଥିଲେ ଗଙ୍ଗାଧର ଓ ଫକୀରମୋହନ ଅବ୍ୟଶ୍ୟ ଉପମାଟିକୁ ହାତରପାଞ୍ଚ କରି ନେଇଥାନ୍ତେ ଏବଂ ସମ୍ପୃକ୍ତ ସମସ୍ତଙ୍କୁ ଦଶଗୁଣ ଅଧିକ ଆପ୍ୟାୟିତ କରିପାରିଥାନ୍ତେ। ବାସ୍ତବ କଥାଟି ହେଉଛି ଯେ, ସେତେବେଳେ ଓଡ଼ିଆ ଭାଷାକୁ ଯେଉଁ ସଂକଟ ଘୋଟିଥିଲା ତାହାକୁ ବର୍ତ୍ତମାନ ମଧ୍ୟ ସେହିଭଳି ସଂକଟଟିଏ ଘୋଟିଛି ଏବଂ ସେଥିପାଇଁ ବଡ଼ମଥାମାନେ ଘୋର ଚିନ୍ତାରେ ପଡ଼ିଛନ୍ତି। ପିଲାଏ କିପରି ମାତୃଭାଷା ପ୍ରତି ଆକୃଷ୍ଟ ହେବେ, ସେଥିଲାଗି ସେମାନେ ଘୋର ଉଦ୍ୟମ କରୁଛନ୍ତି। ଉପମାଟିଏ ଖୋଜି ଖୋଜି ଶେଷକୁ କ୍ରିକେଟ୍ କ୍ରୀଡ଼ା ପାଖରେ ଯାଇ ପହଞ୍ଚିଛନ୍ତି। ମେହେର ଏବଂ ସେନାପତି ନିଜର ମାତୃଭାଷାକୁ ଯେ ଅତ୍ୟନ୍ତ ଭଲ ପାଉଥିଲେ, ସେ କଥାରେ ଆଦୌ କୌଣସି ସନ୍ଦେହ ନାହିଁ ମାତ୍ର ସେମାନେ ଯେ କ୍ରିକେଟ୍ ପରି ମାତୃଭାଷାକୁ ଭଲ ପାଉଥିଲେ, ସେମାନଙ୍କର ମଞ୍ଜକୁ ଉଖାରି କିଏ ସେହି କଥାଟିର ଉତ୍ତର ଦେଇପାରିବ? ତୁ ତୋ ଗଞ୍ଜେଇକୁ ଭଲ ପାଉଛୁ, ଏଣିକି ନିଜ ମାତୃଭାଷାଟିକୁ ମଧ୍ୟ ସେହିପରି ଭଲ ପାଇବୁ ବୋଲି ଯଦି ଜଣେ ଗଞ୍ଜୋଡ଼କୁ ଉପଦେଶ ଦିଆଯାଏ